ବୋଧହୁଏ ଏହି କାରଣରୁ ଭଦ୍ରମହିଳା ତାଙ୍କ ସ୍ଵାମୀଙ୍କ ନିକଟରେ ସୁଦ୍ଧା ଧାରୁଆ ହୋଇ ନ ରହିବାକୁ ଇଚ୍ଛା କରିଥିଲେ ଓ ସେହି କାରଣରୁ ବର୍ଷ ପରେ ବର୍ଷ ଗର୍ଭଧାରଣ କରି ଅଠରଟି ସନ୍ତାନ-ସନ୍ତନ୍ତି ସ୍ଵାମୀଙ୍କୁ ଉପହାର ଦେଲା ପରେ ଦିନେ ମୁହଁ ଫିଟେଇ କହି ଦେଇଥିଲେ- ''ଯଥେଷ୍ଟ! ଏହାପରେ ଆଉ ମତେ ଋଣୀ କର ନାହିଁ। କାରଣ ସନ୍ତାନ ଉତ୍ପାଦନ ଆଉ ମୋ ପକ୍ଷରେ ସମ୍ଭବ ନୁହେଁ। ତା ଛଡ଼ା ମୁଁ କୁକୁର ଜନ୍ମ ନେବାପାଇଁ ଆଦୌ ଆଗ୍ରହୀ ନୁହେଁ। ବିଶେଷତଃ ତମପରି ମାଲିକ ପାଖରେ। " ଚୂଡ଼ାମଣିଙ୍କର ବାପା ଜଣେ ଉଚ୍ଚକୋଟୀର ଲୋକ ଥିଲେ। ତାଙ୍କ ପ୍ରତି ସ୍ତ୍ରୀର ଏଭଳି ମନୋଭାବରେ ସେ ବ୍ୟଥିତ ହୋଇପଡ଼ିବା ସ୍ଵାଭାବିକ। 'ମୁଁ ମଲାପରେ ତମେ ତେବେ ରହିବ କୋଉଠି? ମୋ ପିଲାମାନଙ୍କ ପାଖରେ ତ? ", ବୁଢ଼ା ହସିହସି ପଚାରିଥିଲେ ଆଉ ପରିହାସରେ କହିଥିଲେ, ''ସେମାନଙ୍କ ପାଖରେ କୁକୁର ହେବାରେ ତମର କ'ଣ କିଛି ଆପତ୍ତି ନାହିଁ? " ଚୂଡ଼ାମଣିଙ୍କର ମା' ଜଣେ ଅତି ସ୍ପର୍ଶକାତରା ସ୍ତ୍ରୀ ଲୋକ ନିଶ୍ଚୟ। ସ୍ଵାମୀଙ୍କର ସେଇ ପଦେ ପରିହାସକୁ ମନେ ରଖିଲେ ସେ ଚିରକାଳ ପାଇଁ। ଏଇଥିପାଇଁ ସ୍ଵାମୀଙ୍କ ମୃତ୍ୟୁ ଅନ୍ତେ ପିଲାମାନଙ୍କ ଘରେ ନ ରହିବାକୁ ସେ ବହୁ ଦିନୁ ସଂଙ୍କଳ୍ପବଦ୍ଧ ହୋଇଥିଲେ। ବୋଧହୁଏ ଏଇଥିପାଇଁ ତାଙ୍କ ସମ୍ପର୍କରେ ପିଲାମାନେ ଯେଉଁ ଆକ୍ଷେପ କରନ୍ତି, ଯେ ମା' ସେମାନଙ୍କ ଠାରୁ ପ୍ରତ୍ୟେକ ମିଲ୍ ପାଇଁ ବିଲ୍ ମାଗେ ତାହା ଅସମ୍ଭବ ମନେହୁଏ ନାହିଁ। କିନ୍ତୁ ସେଦିନ ସକାଳୁ ଚୂଡ଼ାମଣିଙ୍କ ମା' ପୁଅ ଘରେ ପହଞ୍ଚୁ ନ ପହଞ୍ଚୁଣୁ ନାତି ନାତୁଣୀଙ୍କ ନିକଟରେ ତାଙ୍କର ଗୋଟିଏ ଘୋଷଣା ଗୁପ୍ତରେ ଜାହିର କରିଦେଇ ସାରିଥିଲେ- "ମୁଁ ଆସିଲି। ଏଥର ରହିବି ଏଠି। କିନ୍ତୁ ଚୁପ୍! କାହାକୁ କହିବ ନାଇଁ। ଯଦି କହିଚ-ତେବେ ଏଇ ଦେଖ ମୋ ସୁଟ୍କେଶ୍, ସିଧା ବାହାରି ଚାଲିଯିବି ଗାଁକୁ ବୁଝିଲ? " ଚୂଡ଼ାମଣିଙ୍କ ପୁଅ ଝିଅ ପବ୍ଲିକ୍ ସ୍କୁଲର ପିଲା ହେଲେ ମଧ୍ୟ ମଣିଷ। ବିଶେଷତଃ ବୁଢ଼ାବୁଢ଼ୀମାନଙ୍କର 'ସେଣ୍ଟିମେଣ୍ଟ' ସମ୍ପର୍କରେ ତାଙ୍କର ସମ୍ମାନବୋଧ ଗୋଟିଏ ଦୁର୍ଲଭ ସହଜାତ ଗୁଣ ଭାବେ ସେମାନଙ୍କୁ ପ୍ରାପ୍ତ ହୋଇଥାଏ। ବୋଧହୁଏ ଏଇ କାରଣରୁ ଅନ୍ୟାନ୍ୟ ଗାଉଁଲୀ ପିଲାଙ୍କ ପରି ଛୁଆ ଦୁଇଟା ବୁଢ଼ୀ ମୁହଁରୁ 'ରହିବି' ପଦ ଶୁଣିଲା ମାତ୍ରେ ଖୁସିରେ ଉଚ୍ଛନ୍ନ ହୋଇ ଡାଡ଼ି ମମୀଙ୍କ ପାଖକୁ ଦଉଡ଼ି ଯାଇ ଘୋଷଣାଟି ପ୍ରଘଟ କରି ଦେଇପାରି ନଥିଲେ। ବରଂ ଭଦ୍ର ଭାବରେ ହସି ହସି ସେମାନେ ତାଙ୍କ ଜେଜେମା'ଙ୍କୁ ପ୍ରଶ୍ନ କରିଥିଲେ- "ତେବେ ଏଥର ପ୍ରତି ମିଲ୍ ପାଇଁ ବିଲ୍ ଦାବୀ କରିବ ନାଇଁ ତ ଜେଜେମା'? " ବୁଢ଼ୀ ପ୍ରଥମେ ଅବାକ୍ ହୋଇ ଯାଇଥିଲା ପିଲା ଯୋଡ଼ିଙ୍କର ସେଭଳି ପ୍ରଶ୍ନରେ। କିନ୍ତୁ ମିଠା ହସଟିଏ ହସିଦେଇ ସେ ପୁଣି ଉଡ଼େଇ ଦେଲା ନିଜ ଆଖିରୁ ସେ ଅବାକ୍ ଚଢ଼େଇ ଯୋଡ଼ିଙ୍କୁ ଫୁର୍କିନା, ଆଉ କହିଲା। "ନାଇଁରେ! ଏଥର ପରା ମୁଁ ଆସିଛି କୁକୁର ହେବି ବୋଲି ଖାସ୍ ତମ ଦିଇଟାଙ୍କ ପାଖରେ! " ଚୂଡ଼ାମଣିଙ୍କର ପିଲା ଦୁହେଁ ଜେଜେମା'ଙ୍କୁ ସତକୁସତ ସେଇକ୍ଷିଣା ଗୋଟିଏ କୁକୁର କରିଦେଲେ ନିଜ ପାଖରେ। ସକାଳ ପହର ଗୋଟାକ ଯାକ ବୁଢ଼ୀ କୁକୁର ଭଳି ଗୋଡ଼େଇଥାଏ ଘର ଦୁଆର ବାଡ଼ି ଚତୁର୍ଦ୍ଦିଗ, ସେଇ ବିରାଟ ସରକାରୀ ବୋଂଲୋର ଏକର ଏକର ଜମିର ହତା ଭିତରେ। ଚୂଡ଼ାମଣି ସାହେବ ଶେଯରୁ ଉଠି ମା'କୁ। ସଙ୍ଖୋଳି ସାରି ନିତ୍ୟକର୍ମ ଶେଷ